ଲାଜ ମାଡ଼ିଲା, ଗୁରୁପଦ କହିଲା। କଲ୍ୟାଣୀ କହିଲା, ହଁ ସେମିତି ଗୋଟାଏ କ'ଣ ହେଇଥିବ। ତୁମ ପାଖେ ପାଖେ ତ ଲାଜ ସବୁବେଳେ ଥାଏ ସୁବିଧା ଦେଖି କେତେବେଳେ ଧରି ନେଇଥିବ। ଗୁରୁପଦ ଖୁବ୍ ଜୋର୍ରେ ହସି ଉଠିଲା। କି ଲୋକ ତୁମେ! କଥା ବେଶ୍ କହି ଜାଣ। ପ୍ରଥମରୁ ଭାବିଥିଲି, ଭାରି ଶାନ୍ତି ଶିଷ୍ଟ ହୋଇଥିବ। ମାଛିକୁ ମ' କହୁ ନ ଥିବ। କିନ୍ତୁ ଏବେ ଯାହା ଦେଖୁଛି, ସବୁ ଗୁଣରେ ପରିପୂର୍ଣ୍ଣ। ନୀଳକଣ୍ଠ। ଭାବୁଛ ମିଛ କହୁଛି? ଗୁରୁପଦ କହିଲା। ମୋ ଆଗରେ ତ କେବେ ସତ କହି ନାହାନ୍ତି, ଏବେ ବା କହିବେ କିମିତି। ସମସ୍ତଙ୍କ ଆଗରେ ସତ କହନ୍ତି ମିଛଟା ମୋରି ଆଗରେ କହନ୍ତି। ଚାହିଁଲେ ମୋ ଆଡ଼କୁ, କ'ଣ ଭୁଲ୍ କହିଲି? ସେଦିନ ବାପାଙ୍କ ଆଗରେ କହିଥିଲେ ନାଁ ମୋ ପାଇଁ ଗୋଟିଏ ଭଲ ବରପାତ୍ର ଠିକ୍ କରିଛନ୍ତି। କ'ଣ ଠିକ୍ ତୁମେ କହିଲ ବାପାଙ୍କୁ, ବାପା କହିଲେ ବୋଉକୁ। ବୋଉ ବାପାଙ୍କ କଥା ଶୁଣି ଏକାଥରକେ ସ୍ୱର୍ଗରେ ଯାଇଁ ବସି ପଡ଼ିଲା। ଭାବିଲା ଯାହାହେଉ ବରପାତ୍ର ପାଇଁ ସେ ଯେଉଁ ଧନ୍ଦାଳି ହେଉଥିଲା, ଏବେ ତା'ର ସମାପ୍ତି ଘଟିଲା। ତୁମେ ଏ କଥା ଶୁଣି ଭାରି ଖୁସି ହୋଇଥିବ ନିଶ୍ଚୟ, ଗୁରୁପଦ କହିଲା। ଖାଲି ଖୁସି ନୁହେଁ ତ? ଏ କଥା ଶୁଣିବାମାତ୍ରେ କଲେଜରୁ ସିଧା ଚଣ୍ଡୀମନ୍ଦିର ଯାଇଁ ଦଶ ଟଙ୍କାରେ ଭୋଗକରି ଘରକୁ ରାତି ଆଠଟାରେ ଫେରିଲି। ମା' ଚଣ୍ଡୀକୁ ଖୁବ୍ ମୁଣ୍ଡିଆ ମାରିଲି। ଏ ବରପାତ୍ର ପାଇଁ କେତେ ଡହଳ ବିକଳ ମୁଁ ହେଉଥିଲି ସତେ? କିଏ କ'ଣ ମୋ କଥା ବୁଝୁଥିଲା। ସମସ୍ତେ ଉପରେ ଉପରେ ହୁଁ ମାରୁଥିଲେ। ବାପାଙ୍କ ପାଖରୁ ଦିବ୍ୟ ଭୋଜନ ପକାଉଥିଲେ, ବାଟେ ବାଟେ ସିଧା ଘରକୁ ଯାଉଥିଲେ। କିନ୍ତୁ ତୁମେ ଯେ ମୋ କଥା ଏତେ ଶୀଘ୍ର ବୁଝିଦେବ କଳ୍ପନା କରି ପାରି ନ ଥିଲି। ଯାହାହେଉ ଏବେ ତ ମୋ କଥା ସରିଲା। ବାକି ରହିଲା ତୁମ କଥା। ଚଣ୍ଡୀମନ୍ଦିରରେ ଭୋଗ ଯାଚିଛି ତୁମପାଇଁ ଗୋଟିଏ ଭଲ ପାତ୍ରୀ ପାଇବାକୁ। ଗୁରୁପଦ କିରି କିରି ହୋଇ ହସି ଉଠିଲା। ଏହା ଭିତରେ ଗୁରୁପଦ କଲ୍ୟାଣୀ ଇଂରାଜୀ ଖାତା। ଉପରେ ଗୋଟିଏ ସୁନ୍ଦରୀ ଝିଅର ଛବି ଆଙ୍କି ସାରିଥିଲା। ଏଇଟା ଯେ କଲ୍ୟାଣୀର କ୍ଳାସ୍ ନୋଟ୍ବୁକ୍ ତା'କୁ ଜଣା ନଥିଲା। କଥାବାର୍ତ୍ତା ଭିତରେ କଲ୍ୟାଣୀ ବି ଲକ୍ଷ୍ୟକରି ନ ଥିଲା। ଉଭୟ ଏକା ନାଆରେ ଭାସୁଥିଲେ। ଯାହାହେଉ ମୋ ପାଇଁ ଯଦି ଝିଅ ବୁଝିବ, ଏଇ ଛବିଟି ଦେଖ, ଠିକ୍ ଏହାରି ଭଳି ବାଛିବ। ଇଂରେଜୀ ନୋଟଖାତାରେ ଗୁରୁପଦର ଅଙ୍କିତ ନାରୀ ଛବିଟି ଦେଖି କଲ୍ୟାଣୀ ମୁଣ୍ଡରେ ହାତଦେଇ କହିଲା, ଏ... ମା... କ'ଣ ତୁମେ କଲ। ଇଂରେଜୀ ନୋଟଖାତାରେ ଛବିଟି ଆଙ୍କିଦେଲ। ହେ ଭଗବାନ୍? ଛବିଟାକୁ ହାତରେ ଧରି କଲ୍ୟାଣୀ ତନ୍ନ ତନ୍ନ କରି ଦେଖି ମନେ ମନେ ହସିଲା। ଛବିଟି ତା' ଆଖିକୁ ଭାରି ଭଲ ଦେଖାଗଲା। ଗୁରୁପଦ ଏଭଳି ଛବି ଆଙ୍କିପାରେ ବୋଲି ତା'କୁ ଜଣା ନଥିଲା। ବେଶ୍ ତ ରସିକ ଲୋକ ତୁମେ? ଝିଅମାନଙ୍କ ଫଟୋ ଆଙ୍କିବାକୁ ଖୁବ୍ ଭଲ ପାଅ, ନୁହେଁ? ଯାହାର କାଗଜ କଲମରେ ଏମିତି ଢଙ୍ଗ ବାହାରୁଛି, ତା'ର ପ୍ରାକ୍ଟିକାଲ ଫିଲ୍ଡ଼୍ରେ କ'ଣ ନ ଥିବ ଆଚ୍ଛା ଏ ଛବିଟି କାହାର? ହଠାତ୍ ଗୁରୁପଦ ପାଟିରୁ ବାହାରି ପଡ଼ିଲା, ତୁମର। ନିଜର ପ୍ରଶଂସା ଗୁରୁପଦ ପାଟିରୁ ଶୁଣି କଲ୍ୟାଣୀ ଜୋର୍ରେ ହସି ପକାଇଲା। ହଠାତ୍ ଦୁଲୁକାଏ ପବନ ଝରକାବାଟେ ଆସି ଲଣ୍ଠନଟାକୁ ଲିଭାଇ ଦେଲା। କ୍ଷଣକ ଭିତରେ ଘରଟା ଅନ୍ଧକାର ହୋଇଗଲା। ଆରେ ଏ କ'ଣ ହେଲା, କଲ୍ୟାଣୀ କହିଲା। ଅନ୍ଧାର। ତୁମେ କ'ଣ ଅନ୍ଧାରକୁ ଭଲପାଅନି? ସେହି ଅନ୍ଧକାରରର ଅସ୍ପଷ୍ଟତା ମଧ୍ୟରେ ଦାନ୍ତ ଚିପି କଲ୍ୟାଣୀ ଉତ୍ତର ଦେଲା, ମୁଁ କାହିଁକି ତୁମେ କ'ଣ ଭଲପାଅନି? ଅନ୍ଧାର ମିଠା ଆଲୁଅ ପାଖରେ ନାହିଁ କି ଆଲୁଅର ସ୍ୱାଦୂ ଅନ୍ଧାରରେ ନାହିଁ। କ'ଣ ବୁଝିପାରିଲ? ବସିଥାଅ ଦିଆସିଲିଟା ଆଣେ। ଆରେ ଆରେ ଛାଡ଼ ଏ କ'ଣ ବୋଉ ରୋଷେଇ ଘରୁ ଚାଲିଆସିବ। ସେ କ'ଣ ଭାବିବ, ପିଲାଳିଆ ଢଙ୍ଗ ଏବେ ବି ଛାଡ଼ିନା। ଆରେ ହାତଟା ଚିମୁଟି ଦେଉଛ, ଭାରି କଷ୍ଟ ହେଉଛି।